ଶତ୍ରୁଜିତଙ୍କର ଦୃଷ୍ଟି ପୁନର୍ବାର ଏକମହଲା କୋଠା ଉପରକୁ ଫେରିଆସିଲା। ସେତେବେଳେକୁ ସରିତା ପୋଷାକ ବଦଳାଇବାରେ ଲାଗିଥିଲା। ପୋଷାକ ବଦଳାଇ ସାରି କେତେକ ମୁହୂର୍ତ୍ତ ସେ ଝରକା ପାଖରେ ଛିଡ଼ା ହୋଇ ରାସ୍ତା ଉପରକୁ ଚାହିଁଲା। ପରେ ଝରକା ବନ୍ଦ କରିଦେଲା। ଅବଶେଷରେ ଝରକାର ଫାଙ୍କ ଦେଇ ଆସୁଥିବା ଆଲୋକ ମଧ୍ୟ ବନ୍ଦ ହୋଇଗଲା। ସରିତା ବୋଧହୁଏ ଶୋଇପଡ଼ିଲା। ଅନୁଚ୍ଚ କଣ୍ଠରେ ଛାୟା କହିଲା। ଦୀର୍ଘନିଶ୍ୱାସ ନେଇ ଶତ୍ରୁଜିତ୍ କହିଲେ,"ଯାହାହେଉ ମନରୁ ଗୋଟିଏ ଦୁଶ୍ଚିନ୍ତା ଗଲା, ଛାୟା! ଏବେ ତା' ପାଖକୁ ଯିବା? ନା କାରଣ ତା'ର ମେନେଜର ସେନ୍ ସ୍କେନୁ ଦେଖିଲ ତ! ସେ କେମିତି ଠିକ୍ ସେଇ ପ୍ରାସାଦ ସମ୍ମୁଖରେ ଥିବା ପ୍ରାସାଦରେ ରହିଛି। ମୋର ମନେହୁଏ ଆମେ ସେଠାକୁ ଯିବା ମାନେ ପରିସ୍ଥିତି ଆହୁରି ଖରାପ ହୋଇପଡ଼ିବ। ତା'ହେଲେ ମୋର ବିଶ୍ୱାସ, ଏବେ ଭୟର କୌଣସି କାରଣ ନାହିଁ। ସେମାନେ ଆଜି ରାତିକ ପାଇଁ ଆଉ କୁଆଡ଼େ ଯାଉନାହାନ୍ତି। ଦୂରରେ ରହିଲେ ବି ତା'ର ଦୃଷ୍ଟି ଅନ୍ତତଃ ରାତିରେ ବରାବର ତା' ଉପରେ ରହୁଥିବ। ଆଉ ଦିନରେ ଏଥିରେ ନିଶ୍ଚିତ ଭାବରେ ବ୍ୟତିକ୍ରମ ହେବାର ସମ୍ଭାବନା ରହିଛି, ତା' ଛଡ଼ା ମିସେସ୍ ଦାସ ମଧ୍ୟ ଆମ ସହିତ ଉପସ୍ଥିତ ରହିବା ନିହାତି ଆବଶ୍ୟକ। ତାଙ୍କୁ ସାଙ୍ଗରେ ନେଇ ଏଠାକୁ ଆସିଲେ ଆଇନତଃ ଆମର କୌଣସି କ୍ଷତି ହେବ ନାହିଁ। ଅଥବା ଏଇ ସମ୍ୱାଦ ବାହାରେ ପ୍ରଚାରିତ ହେବା ପାଇଁ ସୁଯୋଗ ମିଳିବ ନାହିଁ କିନ୍ତୁ ରାତିରେ ଯଦି ବିଶ୍ୱାସ ନୁହେଁ। ତଥାପି ମୁଁ ବ୍ୟବସ୍ଥା କରିଚି। ଆସ, ତୁମକୁ ସିଧା ଘରେ ଛାଡ଼ିଦେଇ ଆସି ମୁଁ ଅନ୍ୟ ବ୍ୟବସ୍ଥା କରିବି। କଥା ଶେଷ କରିବା ପୂର୍ବରୁ ବାଇକ୍ଟି ଷ୍ଟାର୍ଟ କରିସାରିଥିଲେ ଶତ୍ରୁଜିତ୍। ଛାୟା ବସିବା ମାତ୍ରେ ବାଇକ୍ଟି ସେ ସ୍ପିଡ୍ ଉପରକୁ ନେଇଆସିଲେ। ପୂନର୍ବାର ବାଇକ୍ଟି କ୍ଷିପ୍ରବେଗରେ ଛୁଟୁଥିଲା। କେତେକ ମୁହୂର୍ତ୍ତପରେ ଏକ ମୋଡ଼ ଉପରେ ବାଇକ୍ଟି ବନ୍ଦ କରି ଦେଲେ ସେ। ବେଶ୍, ତମେ ଏଥର ଚାଲିଯାଅ, ଛାୟା! ସକାଳେ କିନ୍ତୁ ପାଞ୍ଚଟା ପୂର୍ବରୁ ଯେମିତି ପହଞ୍ଚ। ସମ୍ମତି ଜଣାଇ ଛାୟା ଚାଲିଗଲା। ତା'ର ଗତିପଥ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ୍ ପୁଣି ବାଇକ୍ଟିକୁ ସ୍ପିଡ୍ ଉପରକୁ ନେଇଆସିଲେ। କେତେକ ମୁହୂର୍ତ୍ତପରେ ତାଙ୍କର ବାଇକ୍ଟି ରୟେଲ୍ ହୋଟେଲର ପୋର୍ଟିକୋରେ ବନ୍ଦ ହେଲା। କ୍ଷିପ୍ରବେଗରେ ସେ କାଉଣ୍ଟର ପାଖରେ ଆସି ପହଞ୍ଚିଗଲେ। ଶତ୍ରୁଜିତ୍ ହସିଲେ ମେନେଜରଙ୍କ ପାଖରେ ମୋର ଦରକାର ନାହିଁ, ରମେଶ, ପଂଚାବନ'ଏ' କୋଠରିଟା କୋଉଠାରେ କୁହ? ଅପ୍ଷ୍ଟେୟାରର କଣକୁ କିନ୍ତୁ ସେହି କୋଠରିରେ ଚନ୍ଦ୍ରାବତୀ ଦାସ ରହିଛନ୍ତି ତ? ଚନ୍ଦ୍ରାବତୀ ଦାସ ବେଶ୍, ଟିକିଏ ଅପେକ୍ଷା କରନ୍ତୁ ସାର୍! କାଉଣ୍ଟର କ୍ଲର୍କଟି ଖଣ୍ତିଏ ମୋଟା ରେଜିଷ୍ଟର ଲେଉଟାଉ ଲେଉଟାଉ ହଠାତ୍ ଗୋଟିଏ ଜାଗାରେ ଅଟକି କହିଲା ହଁ, ସାର୍, ଚନ୍ଦ୍ରାବତୀ ଦାସ ପଂଚାବନ'ଏ' ରେ ରହୁଛନ୍ତି। ବେଶ୍, ଠିକ୍ଅଛି। ଆଉ କିଛି ନ କହି ଶତ୍ରୁଜିତ୍ କାଉଣ୍ଟର ପାଖରୁ କିଛି ଦୂରରେ ଥିବା ସିଡ଼ି ସାହାର୍ଯ୍ୟରେ ଦ୍ୱିତୀୟ ମହଲାକୁ ଆସିଲେ। ପଂଚାବନ 'ଏ' କୋଠରି ପାଖରେ ପହଞ୍ଚିବା ପରେ, ଦ୍ୱାରରେ ଚାବି ବନ୍ଦ ହେଇଥିବା ଦେଖି ଦୀର୍ଘ ନିଶ୍ୱାସ ନେଲେ। ତା ପରେ କେତେକ ସମୟ ସେଠାରେ ଅପେକ୍ଷା କରି ନିରାଶରେ ତଳକୁ ଫେରିଆସିଲେ। ଦେଖା ପାଇଲେ, ସାର୍? ଶ୍ରୀମତୀ ଦାସ କଣ ବାହାରକୁ ଯାଇଛନ୍ତି? ବାହାରକୁ ଟିକିଏ ରହି, କଲିଂବେଲ୍ ଚାପିଲେ ରମେଶ। କେତେକ ମୁହୂର୍ତ୍ତ ପରେ ଜଣେ ଚେହେରା ପହଞ୍ଚିଲା। ପଂଚାବନ'ଏ' ରେ ରହୁଥିବା ସ୍ତ୍ରୀ ଲୋକଟି ବାହାରକୁ ଯାଇଛନ୍ତି ନା କଣ? ' ଆଜ୍ଞା, ସେ ତ ଆଠଟା ବେଳୁ ଗଲେଣି। କହିଛନ୍ତି ଗୋଟାଏ ବେଳକୁ ଫେରିବେ। ଗୋଟାଏ ବେଳକୁ ଚିନ୍ତିତ ହୋଇପଡ଼ିଲେ ଶତ୍ରୁଜିତ୍। ବେଶ୍, ଆସିବା ସଙ୍ଗେ ସଙ୍ଗେ ମୋତେ ଟିକିଏ ରିଂ କରିବାକୁ ତାଙ୍କୁ କହିବ, ରମେଶ! ଖୁବ୍ ଏକ ଜରୁରୀ କାମ ତାଙ୍କ ସହ ରହିଛି। ସେ ବିଶ୍ୱାସ ଆପଣ ରଖନ୍ତୁ, ଆଜ୍ଞା! ବହୁତ ଧନ୍ୟବାଦ। ଆଉ କିଛି ନ କହି ଶତ୍ରୁଜିତ୍ ଫେରିଆସିଲେ। ଘରେ ପହଞ୍ଚୁ ପହଞ୍ଚୁ ରାତି ନଅଟାରୁ କିଛି ଊର୍ଦ୍ଧ୍ୱ ହୋଇଯାଇଥିଲା। ସେ ପହଞ୍ଚିବା ସଙ୍ଗେ ସଙ୍ଗେ ରତନା ସମ୍ବାଦ ଦେଲା, ତନ୍ମୟ ଦୁଇଥର ଫୋନ୍ କରିସାରିଲେଣି।